ସୁମିର ବଳୀ ରାଉତ ପ୍ରତି ରାଗ ହେଲା। ସେଇ ବଳୀ ରାଉତ ଯେମିତି ସୁମିକୁ ବଢ଼ିପାଣି ଖେଳ ସୁଖରୁ ବଞ୍ଚିତ କରିବା ଲାଗି ବେଶି ଜିଦ୍ ଧରିଚି। ଟୁନୀ ତା ବାପା ସହିତ ଘରକୁ ଫେରିଲା ବେଳେ ସୁମି ମନେ ପକେଇ ଇଙ୍ଗିତରେ କହିଲା–'ଟୁନୀ ସେଇ କଥା–ଆମ ଦାଣ୍ଡରେ–ଆଉ–ତମ ଦାଣ୍ଡରେ। ' ଟୁନୀ ଢଗରେ କହିଲା–'ହପ୍ନ', ତୁପ୍ନୁ ଆପ୍ନାଗେ ଆପ୍ନାମ ଦାପ୍ନାଣ୍ଡ କୁପ୍ନୁ ଆପ୍ନାସିପ୍ନିବୁ, ମୁପ୍ନୁ ପପ୍ନରେ। '' ସୁମି ମୁଣ୍ଡ ଟୁଙ୍ଗାରି ହଁ ଭରିଲା। ଯଦିଓ ତାର ଭୟ ଥାଏ–ମା' ବୋଧହୁଏ ବଢ଼ିପାଣିରେ ବାହାରକୁ ମନାକରିବ। ବଢ଼ି ଆସିବା ଆଗରୁ ସେ କଳ୍ପନା କଥା ଜଣାଇ ମା'ଠାରୁ ଅନୁମତି ଚାହିଁବ କାହିଁକି? କାଲି ଦେଖାଯିବ। ସେ କେବଳ ଖାଇସାରି ଶୋଇଲାବେଳେ ଆଠଦଶଥର ଟିକି ହାତକୁ ଟେକି ଠାକୁରଙ୍କୁ ଡାକିଲା–'ହେ ଭଗବାନ, କାଲି ସକାଳେ ନଈପାଣି ଆମ ଦାଣ୍ଡରେ ଲହଡ଼ି ଭାଙ୍ଗୁ ଥାଉ'। ସେଇଦିନ ରାତି। ସୁମି ସ୍ୱପ୍ନ ଦେଖୁଚି। –ବାଡ଼ିପାଖ ଠାକୁରାଣୀ ମାହାରା ଭାଙ୍ଗିଚି–ସୁନାରଙ୍ଗର ପାଣି ପଶି ଆସୁଚି ଗାଁ ଭିତରକୁ–ସମସ୍ତେ ଆନନ୍ଦରେ କରତାଳି ଦେଇ କୀର୍ତ୍ତନ କରୁଛନ୍ତି। ମାହାର ମୁହଁରେ ଗଦା ହୋଇଛନ୍ତି କାହିଁ କାହିଁର କେତେ କେତେ ଛୁଆ। ସୁମି ବି ଯାଇଚି ସେଠିକି। ବିସ୍କୁଟ, ଲୋଜେନ୍ସ ଓ ଦାନାଦାର ବିକ୍ରି। ହେଉଚି–ଲାଲ ଲାଲ ବେଲୁନ୍ ମଧ୍ୟ। ଚକିରି ଦୋଳି ବି ପଡ଼ିଚି। ସୁମି ଖାଉଚି ବିସ୍କୁଟ–ବଢ଼ିପାଣିର ରଙ୍ଗ ବିସ୍କୁଟ। ଘାଇ ପାଖରେ ନଈପାଣି ପାହାଡ଼ଭଳି ଉଠିପଡ଼ି ଚାଲିଛି। ସୁମିକୁ ଦୁଇହାତରେ ଧରି ରାମବାବୁ ସେଠି ଗାଧୋଇ ଦେଉଛନ୍ତି। ଟୁନୀ ତାର ପାଖେ ପାଖେ। ବୁଲୁ ନିଜେ ନିଜେ ପହଁରି ଯାଉଚି। ତାଙ୍କ ଦାଣ୍ଡଦୁଆର ମୁହଁକୁ ହଠାତ୍ ସେ ଦେଖିପାରିଲା। ହାତରେ କାଗଜ ଡଙ୍ଗାଧରି ସେ ଦୁଆର ମୁହଁରେ ମାଟିଆ ପାଣି ସୁଅରେ ଖେଳୁଚି। ମା' କଥା ଜମାରୁ ମାନୁନାଇଁ। ଘର ଭିତରୁ ମା' ଡାକ ପକେଇଛନ୍ତି–ସୁମି ଲୋ ସୁମି। ସୁମିର ନିଦ ଭାଙ୍ଗିଗଲା। ସତକୁ ସତ ସୁମି-ମା ଡାକୁଛନ୍ତି–କିଲୋ ବାୟାଣୀ! କେତେବେଳେ ଯାଏଁ ଶୋଇଥିବୁ କି? ସୁମି ଧଡ଼ପଡ଼ ହୋଇ ଉଠି ବସିଲା–ଏବଂ ଏକାନିଃଶ୍ୱାସରେ ଧାଇଁଗଲା ଦାଣ୍ଡଦୁଆର ମୁହଁକୁ,–ସତକୁ ସତ ବଢିି ପାଣି ଆସିଚି। ଦାଣ୍ଡରେ ସୁଅ। ତାଙ୍କ ଓଳିତଳ ଦେଇ ଏକ କ୍ଷୁଦ୍ର କେନାଲ ଗାଁ ଭିତରକୁ ପଶିଯାଇଚି। ସେ ଦେଖିପାରିଲା–ତାରି ଉପରେ ଶହ ଶହ କଦଳିଭେଳା କାଗଜଡଙ୍ଗା ଭାସୁଛି। ସବୁବର୍ଷ ଏଇମିତି ରାତିରେ ଶୋଇ ସକାଳୁ ଉଠିଲାବେଳକୁ ଦାଣ୍ଡରେ ପାଣିକୁ ଭେଟେ-। ଭାରି ମଜା। ଗୋଟିଏ ରାତି ଭିତରେ ଦୁନିଆ ବଦଳି ଯାଇପାରେ। ଯା'ହେଉ ଠାକୁରେ ସୁମିର ଡାକ ଶୁଣିଲେ। ସୁମି ଘର ଭିତରକୁ ଯାଇ ମା'କୁ କହିଲା–'ମା'ଲୋ ମୋତେ ଆଜି କାଗଜଡଙ୍ଗା କରିଦେବୁ–ମୁଁ ଖେଳିବି'। ସେ ମା'ର ପିଠି ଉପରେ ଅଳିକରି ଲାଉ ହୋଇପଡ଼ିଲା। ସୁମି ଗଇଁଠା ପାଉଁଶ ପୁଳାଏ ହାତରେ ଧରି ଫେରିଲା ଦାଣ୍ଡକୁ। ମୂଷାଦାନ୍ତ ଭଳି ତା'ର କୁନିକୁନି ଦାନ୍ତଗୁଡ଼ିକୁ ସେ ଧକା କରିବାକୁ ଲାଗିଲା। ପାଉଁଶ ତାକୁ ଏତେ ଭଲ ଲାଗେ ଯେ ଘସୁଘସୁ ସେ କିଛି ଖାଇପକାଏ ବି। ଏବେ କିନ୍ତୁ ଚଞ୍ଚଳକରି କାମ ଶେଷ କରିବା ତାର ପ୍ରଧାନ ଲକ୍ଷ୍ୟ। ଏତିକିବେଳେ ଟୁନୀ ନାଲୁମିଶ୍ରଙ୍କ କାନ୍ଧରେ ବସି ଆସି ପହଞ୍ଚିଗଲା। ଟୁନୀକି ଦେଖି ଆହୁରି ଚଞ୍ଚଳ ହୋଇ ଉଠିଲା ସୁମି। ପିଣ୍ଡାତଳେ ପାଣିସୁଅ। ମୁହଁ ଧୋଇବା ଲାଗି ପାଣିର ଅଭାବ ନାଇଁ। ସେ ପିଣ୍ଡା ଉପରେ ବସି ତଳକୁ ହାତ ବଢଢାଇଲା। ତାର ଟିକି ଟିକି ଆଲମ୍ବ ହାତ ପାଣିକୁ ଛୁଇଁବି ପାରିଲା ନାଇଁ। କିନ୍ତୁ–ସୁମି ଛାଡ଼ିବାର ପିଲାନୁହଁ,–ତାର ଜିଦ୍ ସେ ଛୁଇଁବହିଁ। ସେ ପୁଣି ବେକଭାଙ୍ଗି, ପିଠି ବଙ୍କେଇ ହାତ ବଢ଼େଇଲା। ତାର ହାତ ସୁଅ ଛୁଇଁଲା, ହେଲେ ତାହା କେବଳ ସ୍ପର୍ଶ ବ୍ୟତୀତ ଆଉ କିଛି ନୁହଁ। ଏହି ସମୟରେ ଟେଳାଏ ମାଟି ତାରି ପାଖର ପିଣ୍ଡା କଡ଼ରୁ ଖସିପଡ଼ିଲା ପାଣିରେ–'ଦାଲୁ-ଛଲ'। ଚମକି ପଡ଼ିଲା ସୁମି। ବିଜୁଳି ବେଗରେ ସେ ହାତ ଉଠାଇ ଆଣିଲା ପାଣି ଉପରୁ ଝାଁ-ଝାଁ କରି ତା ଦେହରେ କଣ ଗୋଟାଏ ସର-ରର କରି ସର୍ବାଙ୍ଗ ଖେଳିଗଲା। ସେ ଥରି ଉଠିଲା। ନାଲୁମିଶ୍ରେ ସତର୍କ କରିଦେଇ କହିଲେ–ପିଣ୍ଡାରୁ ମାଟି ଟେଳା ଟେଳା ହୋଇ ଖସିବା ଆରମ୍ଭ କଲାଣି। ପିଲାଏ ଆଉ ପିଣ୍ଡାରେ ବସନାହିଁ। ପଡ଼ିଯିବ ତଳେ। ସୁମି ଭାବିଲା–ଯଦି ଏଇକ୍ଷଣି ତାଆରି ବସିବା ଜାଗାଟି ଭାଙ୍ଗି ପଡ଼ିଯାଇଥାନ୍ତା ତେବେ...!! ତେବେ!!